ଲୁଗା ଛାଡ଼ି ବାପାଙ୍କ ପାଖରେ ବସିଲା। ତାକୁ ବି ଦେଖି ବୋଉ ଚମକି ଉଠିଲେ। କହିଲେ ତୋର ପୁଣି କ'ଣ ହେଲା? ତନୁ ଚମକି ପଡ଼ିଲା କାହିଁ କିଛି ନାହିଁ ତ। ବାପା କହିଲେ ହେବ ଆଉ କ'ଣ? ସେ ଖରାରେ ଆସି ସେମିତି ଶୁଖିଲା ଦିଶୁଛି। ବର୍ଷା ଧୁଆ ଆକାଶର ଖରାଟା ବଡ଼ କାଟେ। ତନୁ ବୁଝିଲା ବାପାଙ୍କ କଣ୍ଠରେ ସ୍ନେହ, ବୋଉଙ୍କ ପ୍ରଶ୍ନରେ ବ୍ୟାକୁଳତା। ନା, ଭାଇନା କିଛି କହି ନାହାନ୍ତି ଘରେ। କହିଥିଲେ ଏଇ ସ୍ନେହ, ଏଇ ମମତା ଆଜିଠାରୁ ତା' ପାଇଁ ଦୁର୍ଲଭ ହୋଇଥାନ୍ତା। ତାଙ୍କ ପାଖରୁ ଏଇ ଅମୂଲ୍ୟ ସମ୍ପଦ ଦୁଇଟି ମିଳିବ ତ? ନ ମିଳିଲେ ସେ ବଞ୍ଚିବ ତ! ଡାକ ଛାଡ଼ି କାନ୍ଦିବାକୁ ଇଚ୍ଛା ହେଲା ତନୁର। କାହିଁକି ଘରର ମାନ ଇଜ୍ଜତକୁ ସେ ଏପରି ଭାବରେ ଦାଣ୍ଡରେ ଗଡ଼ାଇ ଦେଲା! ଆଉ ଦୁଇ ମାସ ପରେ ସେ ବି. ଏ ପାଶ୍ କରିବ। ଏ ପିଲାଳିଆ ବୁଦ୍ଧି ତାକୁ କାହିଁକି ଗ୍ରାସିଲା। ଦିବ୍ୟେନ୍ଦୁ ପଚାରିଲେ ଖାଉନୁ କାହିଁକି, କ'ଣ ହେଲା? ବାପା, ଭାଇନା? ତା'ର ମୁଣ୍ଡରେ ଭାରି ଯନ୍ତ୍ରଣା ହେଉଛି ମା'। ସେ ଖାଇନେଇ ଶୋଇବାକୁ ଚାଲିଗଲା। ତୁ ଖାଆ। ତନୁ ବୁଝିଲା, ତାରି ଲାଗି ଭାଇନା ଆଜି ପ୍ରଥମ ଥର ପାଇଁ ଖାଇବା ଟେବୁଲ ପାଖରେ ଅନୁପସ୍ଥିତ। ତାଙ୍କରି ଶୂନ୍ୟ ଚେୟାର ଆଡ଼କୁ ଚାହିଁ ମନ ତା'ର କାନ୍ଦି ଉଠିଲା। ତଥାପି ଧୈର୍ଯ୍ୟ ଧରି ଖାଇନେଲା। ଚଞ୍ଚଳ ହାତ ଧୋଇ ଚାଲିଗଲା ଶୋଇବା ଘରକୁ। ଦେଖିଲା ଦୁଆର ବନ୍ଦ ଥିଲେ ମଧ୍ୟ ଝରକା ଖୋଲା ଅଛି। ଝରକା ପାଖରେ ଠିଆ ହେଲା। ଘର ଭିତରେ ଛାଇ ପଡ଼ିଲା। ଡାକ୍ତର ରାଇଟିଂ ପ୍ୟାଡ୍ ରେ କ'ଣ ଲେଖୁଥିଲେ ଛାତିରେ ତକିଆ ଦେଇ। ଛାଇ ପଡ଼ିବା ଦେଖି ମୁଣ୍ଡ ଉଠାଇ ଚାହିଁଲେ। ତନୁକୁ ଦେଖି ଗମ୍ଭୀର ହୋଇ ପୁଣି ମୁଣ୍ଡ ନୁଆଁଇ ଲେଖାରେ ମନୋନିବେଶ କଲେ। ସତେଅବା ତନୁ ବୋଲି କୌଣସି ଝିଅକୁ ସେ ଚିହ୍ନି ନାହାନ୍ତି। ତନୁର ମନ ବିକଳି ଉଠିଲା। ଡାକିଲା ଏଥର ସାହସ କରି ଭାଇନା, ମୁଁ ଏପରି କାମ ଆଉ ଦିନେ କରିବିନି। ମୋଠାରୁ ଆଉ କୌଣସି ଦିନ ତୁମେ ଦୁଃଖ ପାଇବନି। ଭାଇନା ମୋତେ କ୍ଷମା କର। ତୁମେ ଯେପରି ଭଲ ପାଅ, ମୁଁ ଏଥର ସେହିପରି ଚଳିବି। ତୁମେ ବିଶ୍ୱାସ କର ଭାଇନା, ମୁଁ ଅନୁତାପ କରୁଛି। ଭାଇନା ମୋତେ କଥା କୁହ, ମତେ ଚାହଁ, ମୁଁ ଆଉ କେବେହେଲେ ଏପରି ଭୁଲ୍ କରିବିନି ଭାଇନା। କିଏ ଯେପରି କାହାକୁ କହୁଛି। ଡାକ୍ତର ବର୍ତ୍ତମାନ ବଧିର। କାନରେ ପଶିଲେ ବି ଅନ୍ତରରେ ଭେଦୁନି ତନୁର ଏ ବ୍ୟାକୁଳତା। ତନୁ ମୁହଁରେ ଲୁଗା ଚାପି ଏଥର କାନ୍ଦି ଉଠିଲା। ତା' କାନ୍ଦ ଶୁଣି ଡାକ୍ତର ଏଥର ଜଳି ଉଠିଲେ। କହିଲେ ସେ ବୁଢ଼ା ବୁଢ଼ୀ ଦୁଇଟାଙ୍କୁ ତୋର ଏ କୀର୍ତ୍ତିଗାଥା ନ ଶୁଣାଇ ଶାନ୍ତି ପାଇନୁ କି। ଘରେ କୌଣସି ଅଶାନ୍ତି କରିବାର ଅଧିକାର ନାହିଁ ତୋର। କାନ୍ଦିବାକୁ ହେଲେ ନିଜର ଶୋଇବା ଘରେ କାନ୍ଦ୍ ଯା। ଯା ମୋ ଆଖି ଆଗରୁ। ତତେ ପୁଣି ବିଶ୍ୱାସ! ତନୁ ସ୍ତବ୍ଧ ହୋଇ କିଛି ସମୟ ଠିଆ ହୋଇ ରହିଲା। ତା' ପରେ ମୁଣ୍ଡ ପୋତି ଆସ୍ତେ ଆସ୍ତେ ଚାଲିଗଲା। ଡାକ୍ତର ଜଳନ୍ତା ଆଖିରେ ଚାହିଁ ରହିଲେ ଭଉଣୀର ଗଲା ବାଟକୁ। ଅପରାଜିତା ସ୍ୱାମୀ ଆଉ ପୁତ୍ରକୁ ସକାଳର ଜଳଖିଆ ପରିବେଷଣ କରୁ କରୁ ମଳିନ ମୁହଁରେ କହିଲେ କ'ଣ କରିବି କହିଲ, ଆଜିକୁ ଚାରି ଦିନ ହୋଇଗଲା। ତନୁର ଜ୍ୱର ଛାଡ଼ୁନି। ଆଖି ବି ଟିକିଏ ଖୋଲୁନି। ଅଥଚ ଆଜି ନିର୍ବନ୍ଧ। ଭଲ ଥିଲେ କେଡ଼େ ଖୁସି ହେଉଥାନ୍ତା। ଆଶ୍ଚର୍ଯ୍ୟ, ମନୁଟା କି ପିଲା ଭଉଣୀଟାକୁ ଟିକିଏ ଦେଖିବାକୁ ବି ଆସୁନି। କ'ଣ ଯେ ତା'ର ହୋଇଛି ଭଗବାନ ଜାଣନ୍ତି। ଭଉଣୀ ଭଉଣୀ ବୋଲି ପାଣି ପିଏନି, ଅଥଚ ସେଇ ଭଉଣୀକୁ ଦେଖିବାକୁ ହେଲେ ଟିକିଏ ଆସୁନି। ମନୋରଞ୍ଜନ ଆଡ଼କୁ ମୁହଁ ଫେରାଇଲେ ଅପରାଜିତା। ରକ୍ଷ କଣ୍ଠରେ କହିଲେ କ'ଣ ହୋଇଛି କିରେ ତୋର। ତୋ ପାଖରେ କି ଅପରାଧ କଲା ତନୁ? ପଚାରି ସାରି ଛୋଟ ଛୋଟ ଆଖିରେ ଚାହିଁଲେ ଅପରାଜିତା ପୁଅ ମୁହଁକୁ। ଆମ୍ଲେଟର କୋଣରୁ ଟିକିଏ ଭାଙ୍ଗି ମୁହଁରେ ଦେଉ ଦେଉ ମନୋରଞ୍ଜନ ବା ଭାବହୀନ ମୁଣ୍ଡକୁ ବୁଲାଇ ନେଲେ ଅନ୍ୟ ଆଡ଼କୁ। ପୁଅର ସେହି ମୁହଁ ଦେଖି ସ୍ତବ୍ଧ ହୋଇଗଲେ ଅପରାଜିତା। ମା' ପୁଅଙ୍କର କଥାବାର୍ତ୍ତା ଭାବଭଙ୍ଗୀକୁ ଲକ୍ଷ୍ୟ କରୁଥିଲେ ଦିବ୍ୟେନ୍ଦୁ।